ସେମାନଙ୍କର ଅବ୍ୟର୍ଥ ଲକ୍ଷ୍ୟରେ ଆମ ଗାଡ଼ିର ବ୍ୟାକ୍ ଟାୟାର ଫାଟିଗଲା। ଅନ୍ୟ ଉପାୟ ନ ପାଇ ଆମେ ଗାଡ଼ିରୁ ଡେଇଁପଡ଼ି ଦୌଡ଼ିବାରେ ଲାଗିଲୁ। କିନ୍ତୁ ସେମାନେ ମଧ୍ୟ ଆମକୁ ଲକ୍ଷ୍ୟ କରି ଦୌଡ଼ିବାରେ ଲାଗିଲେ। କାହାର ଏକ ଫାୟାରିଂରେ ତୁଷାରକାନ୍ତିଙ୍କର ହାତ ଜଖମ ହୋଇଗଲା। ଆମେ ସେତେବେଳେ ଏକ ଅନ୍ଧକାର ଗଳି ଭିତରକୁ ଆସି ଯାଇଥିଲୁ। ଡ୍ରାଇଭର ଆଉ ମୁଁ ତୁଷାରକାନ୍ତିଙ୍କୁ କାନ୍ଧରେ ନେଇ ଯେତେବେଳେ ଆମର ପ୍ରତିରକ୍ଷା ସେକ୍ଟରରେ ପହଞ୍ଚିଲୁ, ସେତେବେଳେ ଧନୀରାମ ସେଠାରେ ନ ଥିଲେ। ତା ପରେ ତାଙ୍କୁ ଆମର ମେଡିକାଲ ୟୁନିଟରେ ଛାଡ଼ି ଏଇଠିକି ଆସୁଛି। ଲୀଳାର ସମ୍ବାଦ ଶେଷ ହେବ ପରେ କେତେକ ମୁହୂର୍ତ୍ତ ପାଇଁ ଦଳପତି ସ୍ତବ୍ଧ ହୋଇଗଲେ। ସେ ସ୍ୱପ୍ନ ଦେଖୁଛନ୍ତି ଅଥବା ଜାଗ୍ରତ ଅବସ୍ଥାରେ ଶୁଣୁଛନ୍ତି, ତାହା ମଧ୍ୟ ସ୍ଥିର କରି ପାରୁ ନ ଥିଲେ। ତାଙ୍କର ପରିଷ୍କାର ଧାରଣା ହୋଇ ଯାଇଥିଲା, ଧନୀରାମ ସ୍ୱୟଂ ହିଁ ଦସ୍ୟୁ ଅଜୟ-। ତା ନ ହୋଇଥିଲେ ଦସ୍ୟୁ ଅଜୟ ନିଶ୍ଚୟ ସର୍ବଜ୍ଞ ନୁହେଁ ଯେ, ଏମାନଙ୍କର ଗୋପନୀୟ କଥା ଜାଣି ନେଇ ପାରିବ। କିନ୍ତୁ ଏବେ କେଉଁଭଳି ଭାବରେ ଏ ଘଟଣାର ସମ୍ମୁଖୀନ ହେବେ, ସେ ନିଜେ ତାହା ଚିନ୍ତା କରି ପାରୁ ନ ଥିଲେ। କାରଣ ଧନୀରାମ ଯେପରି ଛଦ୍ମବେଶରେ ଏ ଦଳର ବିନାଶ ସାଧନ ପାଇଁ ଚେଷ୍ଟା କରୁଛି, ତାର ଏହି ଦଳ ଭିତରୁ ନିଶ୍ଚୟ ଯେ ସହାୟକ ଥିବେ ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏତେ ଶୀଘ୍ର ସେମାନଙ୍କୁ ବାହାର କରିବା ସହଜସାଧ୍ୟ ନୁହେଁ। ତା ପରେ ଆଜିକାର ପ୍ରୋଗ୍ରାମ୍ ଆଉ ବନ୍ଦ କରିବାର କୌଣସି ଉପାୟ ନାହିଁ। କାରଣ ପରିଚାଳନା-ନିର୍ଦ୍ଦେଶକ ଉପସ୍ଥିତ ନ ଥିଲେ, ସେ ଏହି ମୁହୂର୍ତ୍ତରେ ଇଚ୍ଛା କରି ବନ୍ଦ କରି ଦେଇ ପାରିଥାଆନ୍ତେ। ତା ଛଡ଼ା ବାହାରୁ ଅନେକ ସଦସ୍ୟ ଆସି ସାରିଲେଣି। ଉତ୍କଣ୍ଠିତ ହୋଇ ଲୁସି ପ୍ରଶ୍ନ କଲା। କେତେକ ମୁହୂର୍ତ୍ତ ଚିନ୍ତା କରି ଦଳପତି କହିଲେ-ବର୍ତ୍ତମାନ ଆମ ହାତରେ ସମୟ ଖୁବ୍ କମ୍। ଏହି ଅଳ୍ପ ସମୟ ଭିତରେ କଣ ଯେ କରାଯାଇ ପାରିବ, ମୁଁ ନିଜେ ସ୍ଥିର କରି ପାରୁ ନାହିଁ। ତେବେ ବାହାରୁ ଧନୀରାମକୁ କୌଶଳରେ ଏଠାକୁ ନେଇ ଆସି ବନ୍ଦୀ କରିବାକୁ ପଡ଼ିବ। ଆଉ ଲୀଳା, ତୁମେ ସ୍ୱୟଂ ହିଁ କଣ୍ଟ୍ରୋଲ ରୁମ୍ ରେ ଦାୟିତ୍ୱ ନିଅ। କାରଣ ବୁଦ୍ଧି ବଳରେ ଆମେ ଆଜିର ବିପଦରୁ ଉଦ୍ଧାର ହେବା ବ୍ୟତୀତ ସଂଗ୍ରାମ ବଳରେ ଜୟଯୁକ୍ତ ହୋଇ ପାରିବା ନାହିଁ। କାରଣ ମୋର ମନେହୁଏ, କେବଳ ତାହାରି ନିର୍ଦ୍ଦେଶରେ ଅସଂଖ୍ୟ ପୋଲିସ ଫୌଜ ଆଜି ଏଠାରେ ଏକତ୍ରିତ ହୋଇଛନ୍ତି। ଆଉ ଏଠାକାର କେତେକ ବିବରଣୀ କେବଳ କଣ୍ଟ୍ରୋଲ ରୁମ୍ର ବିଶେଷତ୍ୱ ବ୍ୟତୀତ ସମସ୍ତ ସେ ସେମାନଙ୍କୁ ଦେଇ ଯାଇଛି। ତେଣୁ ତୁମର କାମ ହେବ-ଯେତେବେଳେ ସମସ୍ତ ପୋଲିସ ଫୌଜ ନିର୍ବିବାଦରେ ଏଠାରେ ପ୍ରବେଶ କରିବେ, ତୁମେ କଣ୍ଟ୍ରୋଲ ରୁମ୍ ସାହାଯ୍ୟରେ ସେମାନଙ୍କୁ ଅବରୁଦ୍ଧ କରିଦେବ। କାରଣ ଧନୀରାମ ଜାଣେ ଯେ, ଏ ପର୍ଯ୍ୟନ୍ତ ଆମେ ଏହି ସମ୍ବାଦ ପାଇ ପାରି ନାହୁଁ। ତାର ବିଶ୍ୱସ୍ତ ଲୋକ କଣ୍ଟ୍ରୋଲ ରୁମରେ ରହିଛନ୍ତି। ତେଣୁ ପୋଲିସ ଫୌଜ ନିର୍ବିବାଦରେ ଆସିଲା ପରେ ତୁମେ ସେମାନଙ୍କୁ ବନ୍ଦ କରି ବିଷ ବାଷ୍ପ ପ୍ରୟୋଗରେ ନିଶ୍ଚିହ୍ନ କରିଦେବ। ତା ପରର ବ୍ୟବସ୍ଥା କଣ ହେବ ଆମେ ସ୍ଥିର କରିବା। କଣ୍ଟ୍ରୋଲ ରୁମ୍ର ସେହି ଦୁଇ ଜଣଙ୍କୁ ଲୁସି ଅପସାରଣ